ସବୁ ପୁରୁଷଙ୍କ ଅପେକ୍ଷା ସୁଧୀନ୍ଦ୍ରଙ୍କ ପାଖରେ ଥିଲା ଗୋଟାଏ ବିଶେଷ ଅପଗୁଣ। ସେ ଅପଗୁଣଟି ହେଉଛି ତାଙ୍କର ଆଖିରେ ଥିଲା ଇଗଲର ଚାହାଣି। ସେ ଆଖି ଆଗରେ ଯେ ଥରେ ପଡ଼ିଯାଏ ସେ ମୋଟେ ଆଉ ଯାଇପାରେ ନାହିଁ। ଏହା ବ୍ୟତୀତ ଆଉ ଗୋଟାଏ ବିଶେଷ ଖରାପ ଗୁଣ ଥିଲା ସୁଧୀନ୍ଦ୍ରର। ସେହି ଖରାପ ଗୁଣଟି ଥିଲା ତାଙ୍କର ଭାଷା। ମନ ନେବାପାଇଁ ବନେଇ ଚୁନେଇ ସେ ବେଶ୍ କଥା କହିପାରୁଥିଲେ। କାନରେ ଶୁଣିବାକୁ କଥାଗୁଡ଼ିକ ଯଦିଓ ଭଲଲାଗେ; କିନ୍ତୁ ଶୁଣିସାରିଲା ପରେ ଛାତିର କଳିଜାରେ ନିଆଁ ଜଳିଉଠେ। ସୁଧୀନ୍ଦ୍ରଙ୍କ ସାନିଧ୍ୟ ଲାଭ କରିସାରିଲା ପରେ ହେମଲତାଙ୍କ ମନ ଭିତରେ ନିଆଁ ଜଳିଉଠିଲା। ସେ ନିଆଁ ଏମିତି ସେମିତି ନିଆଁ ନୁହେଁ। ଭିତରେ ଭିତରେ କୁହୁଳି କୁହୁଳି ଜୀବନଟାକୁ ଜାଳିପୋଡ଼ି ପାଉଁଶ କରିଦେବା ପାଇଁ ସେ ନିଆଁର ଶକ୍ତି ଥିଲା। ହେମଲତାଙ୍କ ମନରେ ଯେଉଁ ନିଆଁ ଜଳୁଥିଲା, ସେହି ନିଆଁ କ୍ରମେ କ୍ରମେ ଭୀଷଣ ଆକାର ଧାରଣ କଲା। ହେମଲତା ସ୍ୱାମୀଙ୍କ ସାହଚର୍ଯ୍ୟ ଲୋଡ଼ିଲେ; କିନ୍ତୁ ତାହା ବୁଝିବାକୁ ନବୀନବାବୁଙ୍କ ପରିସରର ଥିଲା ବାହାରେ। ହେମଲତା ତ ଆଉ ନୂଆ ହୋଇ ସଂସାର କରି ନାହାନ୍ତି। ସଂସାର ଅନେକ ଦିନ କରିସାରିଲା ପରେ ତାଙ୍କର ମନ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ସେହି ତିକ୍ତତା କେବଳ ସ୍ୱାମୀଙ୍କ ପାଇଁ। ହେମଲତା ଯାହା ଚାହୁଁଥିଲେ, ତାହା ସେ ସ୍ୱାମୀଙ୍କ ପାଖରୁ ପାଇପାରୁ ନ ଥିଲେ। ଦୁଇପଦ କଥା, ଟିକିଏ ମିଠାହସ ଏତିକି ସବୁ ସ୍ତ୍ରୀ ଚାହାଁନ୍ତି। ଗ୍ରୀକ୍ ପଣ୍ଡିତ କହନ୍ତି, ଚନ୍ଦ୍ର ଚାଳନା କରି ସ୍ତ୍ରୀକୁ ବଶ କରିପାରିଲେ କେବଳ କେଇ ମିନିଟ୍ ପାଇଁ ସ୍ତ୍ରୀର ଦେହଟା ମିଳେ। ମାତ୍ର ସଦ୍ଗୁଣଦ୍ୱାରା ସ୍ତ୍ରୀକୁ ବଶ କରିପାରିଲେ ସ୍ତ୍ରୀ ପାଖରୁ ସବୁ ମିଳେ। ଦେହ ଓ ମନର ଦାମ ସମାନ ନୁହେଁ। ଦେହର ମୂଲ୍ୟ ଆଦାୟ କରିବାକୁ ନିର୍ବୋଧ ସବୁବେଳେ ବ୍ୟସ୍ତ ହୁଏ। ଶବ ଦେଖି ଗୃଧ୍ର ଯେପରି ଉନ୍ମତ୍ତ ହୁଏ, ହେମଲତାଙ୍କ ଗୋରା ତକତକ ଲୋଭନୀୟ ଦେହଟାକୁ ଦେଖିଲା ମାତ୍ରେ ନବୀନବାବୁ ସେହିପରି ମନ୍ମତ୍ତ ହୋଇଉଠୁଥିଲେ। ମନକୁ ଚିହ୍ନିପାରିବାର ଶକ୍ତି ନବୀନବାବୁଙ୍କର ନ ଥିଲା। ସେ ଯଦି ଅନ୍ୟର ମନ ଚିହ୍ନି ପାରୁଥାନ୍ତେ, ତେବେ ହେମଲତା କାହିଁକି ଆଜି ଏତେ ଦହଗଞ୍ଜ ହେଉଥାନ୍ତେ। କାଠିକୁଟାରେ ନିଆଁ ଲାଗିଲେ ଦୁଇଢାଳ ପାଣି ଓଜାଡ଼ିଦେଲେ ନିଆଁ ଅତି ସହଜରେ ଲିଭିଯାଏ। ମନରେ ନିଆଁ ଲାଗିଲେ ସେ ନିଆଁ କ'ଣ ସହଜରେ ଲିଭେ? ଯାହାପାଇଁ ମନରେ ନିଆଁ ଜଳେ; ତାକୁ ଦେଖିଲା ମାତ୍ରେ ନିଆଁ ଲିଭିଯାଏ। ଯାହାର କଥା ଶୁଣିବାକୁ ନ ମିଳିଲେ ମନରେ ଶତ ବୃଶ୍ଚିକର ଦଂଶନ ହୁଏ, ତାହାର କଥା ଶୁଣିଲାମାତ୍ରେ ଚନ୍ଦନ ପ୍ରଲେପପରି କାମ କରେ। ସୁଧୀନ୍ଦ୍ରଙ୍କ ପାଇଁ ହେମଲତାର ଅଧଃପତନ ଆଜି ଘଟିଛି। ସେଥିପାଇଁ ସୁଧୀନ୍ଦ୍ର ପ୍ରକୃତରେ ଦାୟୀ। ହେମଲତା ହେଉଛନ୍ତି କୁଳର ବୋହୂ। ସେ ଭଦ୍ର ସମାଜରେ ବଢ଼ିଛନ୍ତି। ଅନ୍ୟମାନଙ୍କୁ ସେ ଉପହାସ ଅନେକ କରିଛନ୍ତି। ଆଜି ଯଦି ସେ ଅନ୍ୟମାନଙ୍କଦ୍ୱାରା ସମାଲୋଚିତ ହୁଅନ୍ତି, ତେବେ ତାଙ୍କର ମାନ, ମର୍ଯ୍ୟାଦା କେଉଁଠି ରହିଲା? ସେ ମନେମନେ ସୁଧୀନ୍ଦ୍ର ଉପରେ ଖପାହୋଇ ରକ୍ତଚାଉଳ ଚୋବାଇବାକୁ ଲାଗିଲେ। ଆଜି ଯାହାକୁ ସ୍ତ୍ରୀ ମନପ୍ରାଣ ଢାଳି ଭଲପାଏ, କାଲିକୁ ସେ ତାହା ସଙ୍ଗେ ଶତ୍ରୁତା ଆଚରଣ କରେ। ତାକୁ ସେ ଅବିଶ୍ୱାସ କରେ। ତାକୁ ଘୃଣା କରିବାକୁ ମଧ୍ୟ ସେ ପଶ୍ଚାତ୍ପଦ ହୁଏ ନାହିଁ। ହେମଲତାଙ୍କଠାରେ ଏହି ସ୍ୱଭାବ ମଧ୍ୟ ଅଳ୍ପ ବହୁତ ପରିମାଣରେ ପରିଲକ୍ଷିତ ହୋଇଥିଲା। ସେ ସୁଧୀନ୍ଦ୍ରକୁ ମନେମନେ ଏଡ଼ିଦେବାକୁ ଉପାୟ ଚିନ୍ତା କରୁଥିଲେ। କିନ୍ତୁ ସୁଧୀନ୍ଦ୍ରଙ୍କର ଚିନ୍ତାଧାରା ଥିଲା ଅନ୍ୟପ୍ରକାର। ସେ ଭାବୁଥିଲେ ମନ ଦେଲେ ମନ ମିଳେ। ଏଣୁ ସେ ଯଥାସାଧ୍ୟ ଚେଷ୍ଟାକରି ହେମଲତାଙ୍କ ପାଖରେ ନିଜକୁ ଅର୍ପଣ କରିଦେଇଥିଲେ। ହେମଲତାଙ୍କ ଭାରାକ୍ରାନ୍ତ ମୁଖ ଦେଖିଲେ ସୁଧୀନ୍ଦ୍ରଙ୍କ ମନ ମଧ୍ୟରେ ଅସମ୍ଭବ ଭାବରେ ଆଲୋଡ଼ନ ସୃଷ୍ଟି ହେଉଥିଲା। ସେ ହେମଲତାଙ୍କ ମୁହଁରେ ହସଫୁଟାଇବାକୁ ଯଥାସାଧ୍ୟ ଚେଷ୍ଟା କରୁଥିଲେ ଏବଂ କୃତକାର୍ଯ୍ୟ ମଧ୍ୟ ହେଉଥିଲେ। ସବୁଦିନ ଏକାପରି ଯାଏନାହିଁ। ଯେଉଁ ନଈରେ ଯେତେ ଶୀଘ୍ର ବନ୍ୟା ଆସେ, ସେହି ନଈ ସେତେ ଶୀଘ୍ର ଶୁଖିଯାଏ। ଏହା ହେଉଛି ପ୍ରକୃତିର ଧର୍ମ। କ୍ରମେ କ୍ରମେ ହେମଲତାଙ୍କ ମନରେ ସେହି ଭାବ ଜାଗ୍ରତ ହେଲା। ସେ ସବୁବେଳେ ଭାବୁଥିଲେ ଏହି ସୁଧୀନ୍ଦ୍ର ପାଇଁ ଦିନେ ନା ଦିନେ ତାଙ୍କୁ ତଳକୁ ମଥା ପୋତିବାକୁ ପଡ଼ିବ। ସୁଧୀନ୍ଦ୍ର ମୋଟେ ତାଙ୍କ ଘରକୁ ନ ଆସିବା ହିଁ ଭଲ।